ଏବଂ ଯେଉଁମାନେ ମଉକାଟିଏ ପାଇଲେ ସେମାନଙ୍କର ନାମରେ ପ୍ରଚଳିତ ମାଳିକାଗୁଡାକୁ ହିଁ ଆମ ସପକ୍ଷରେ ଆଣି ଥୋଇ ଦିଅନ୍ତି ଓ ସେମାନଙ୍କର ଆମ ଲାଗି ଆଉ ଅନ୍ୟ କିଛି ଅବଦାନ ରହିଛି ବୋଲି କହିବା ସକାଶେ ପାସୋରି ଯାଆନ୍ତି, ସେମାନେ ସନ୍ଥମାନଙ୍କୁ ପ୍ରକୃତରେ କେତେ ଅଣାରେ ବୁଝିଥାନ୍ତି କେଜାଣି? ସନ୍ଥମାନଙ୍କ ନାମରେ ମାଳିକାମାନେ ଯେତେ ପରିମାଣରେ ଗଡ଼ି ଆସିଛନ୍ତି, ଯଦି ତାହାକୁ ସେମାନେ ଆମ ନିମନ୍ତେ ଉତ୍ତରାଧିକାର ରୂପେ ରଖି ଯାଇଥିବା ଅବଶିଷ୍ଟ ରଚନାଗୁଡ଼ିକର ପରିମାଣଗୁଡ଼ିକ ସହିତ ତୁଳନା କରି ଦେଖାଯାଏ, ତେବେ ଏଗୁଡ଼ିକୁ ଦଶପଣ ବୋଲି କୁହାଗଲେ ମାଳିକାର ସମଗ୍ର ଭାଗଟିକୁ ହୁଏତ ପଣେ ବୋଲି ବି କୁହାଯିବ ନାହିଁ। ଭୀମଭୋଇଙ୍କ ପର୍ଯ୍ୟନ୍ତ ସାହିତ୍ୟ ତାଳପତ୍ରରେ ଲେଖା ହେଉଥିଲା। ସେହି କାର୍ଯ୍ୟଟି ଶିଷ୍ୟମାନେ କରୁଥିଲେ। ଭକ୍ତମାନେ କରୁଥିଲେ। ଦୁର୍ଯୋଗକୁ ଜଣେ ଭକ୍ତ ଯଦି ନିଜେ କବିପଣ କରୁଥବେ, ତେବେ ଗୁରୁଙ୍କର କୌଣସି ପୋଥିକୁ ଉତାରୁଥିବା ସମୟରେ ସିଏ ଭାବପ୍ରବଣ ହୋଇ ହୁଏତ ସେଥିରେ ନିଜର କେତେ କ'ଣ ମଧ୍ୟ ଯୋଡ଼ି ଦେଉଥିବେ। ତେବେ ଏପରି କାହିଁକି ଅନୁମାନ କରାଯାଇ ନପାରିବ ଯେ, ପଞ୍ଚସଖା ତଥା ଭୀମଭୋଇଙ୍କର ମୂଳ ପ୍ରକୃତ ରଚନାରେ ମାଳିକା ଭଳି ବିଶେଷ କିଛି ନଥିଲା। ସେଗୁଡ଼ିକ ପରେ ଭାବବିହ୍ଵଳ ଶିଷ୍ୟମାନଙ୍କ ଦ୍ୱାରା ପୋଥି ଭିତରକୁ ଆସିଲା ଏବଂ ଗୁରୁଙ୍କ ନାମରେ ଚଳିବାକୁ ଆରମ୍ଭ କରିଥିଲା। ହୁଏତ କାଳକ୍ରମେ ଗୁରୁଙ୍କ ନାମରେ ଚଳି ଆସୁଥିବା ଗୋଷ୍ଠୀ ବା ସମ୍ପ୍ରଦାୟଟିରେ ତତ୍ତ୍ୱଭାଗ, ସାଧନାଭାଗ ଓ ଅନୁଭୂତିର ଭାଗଟି ଊଣା ହୋଇଆସିଲା। କମ୍ ଆକର୍ଷଣ କଲା ଏବଂ ସଂପ୍ରଦାୟଟିକୁ ଅଧିକ ସହଜରେ ଲୋକପ୍ରିୟ କରିବାର ପ୍ରକ୍ରିୟାରେ ମାଳିକାଟା ହିଁ ଅଧିକ ଆବଶ୍ୟକ ବୋଲି ଅନୁଭୂତ ତଥାପି ବିଶ୍ୱାସ କରିହେଉଛି। ସେହି। ମାଳିକାଗୁଡ଼ାକ କିନ୍ତୁ ଖାଲି ଆମ ଓଡ଼ିଶା ପାଇଁ ଲାଗୁ ହେବା ଭଳି କାହିଁକି ଲେଖାହୋଇଛି କେଜାଣି? ଏଇଠି ସମୁଦ୍ର ମାଡ଼ି ଆସିବ, ବାଇଶିଟାଯାକ ପାହଚ ବୁଡ଼ିଯିବ, କେବଳ ଏଇଠି ମନ୍ଦିରରୁ ପଥର ଖସିବ ବା ମନ୍ଦିରଶିଖରେ ମାଟିଆଚିଲ ବସିବ, ଏସବୁ କଥା କେବଳ ଓଡ଼ିଶାକୁ ନିଠ କରି ବିଧାତା କାହିଁକି ସ୍ଥିର ଯେ କରିଛନ୍ତି, ସେକଥା ମୋଟେ ବୁଝିହୁଏ ନାହିଁ। ସ୍ୱୟଂ ଭଗବାନଙ୍କୁ ବୁଝିହୁଏ, ତାଙ୍କର ଏହି ଭବଲୀଳାକୁ କିଛି କିଛି ବୁଝି ହୁଏ ପଛକେ, ତାଙ୍କରି ତୁଣ୍ଡରୁ ବାହାର କରାଯାଇଥିବା ମାଳିକାର ବାଣୀଗୁଡ଼ାକୁ ତଥାପି ଠାଣ କରି ହୁଏନାହିଁ। ତଥାପି ବିଶ୍ୱାସ ମଙ୍ଗେ ନାହିଁ। ତୁମେ ଭଗବାନଙ୍କୁ ବିଶ୍ୱାସ କରିବ ଏବଂ ଏକାବେଳେକେ ମାଳିକା କଥାକୁ ମଧ୍ୟ ବିଶ୍ଵାସ କରିବ, ଏକଥାଟା ମୋଟେ ସମ୍ଭବ ହୋଇପାରେ ନାହିଁ। ଯେଉଁମାନେ ଯଥାର୍ଥ ଭାବରେ ଭଗବାନଙ୍କ ଉପରେ ବିଶ୍ୱାସ ସ୍ଥାପନ କରିପାରିବେ ନାହିଁ, ସେହି ଖାସ୍ ମାନଙ୍କ ସକାଶେ କେଉଁ ଖାସ୍ ହିତୈଷୀମାନେ ଭାବିଚିନ୍ତି ମାଳିକାମାନଙ୍କୁ ଲେଖିବାକୁ ମନ କରିଛନ୍ତି କି?, ଏପରି ବି ପ୍ରଶ୍ନଟିଏ କରିବାକୁ ଭାରି ମନେ ହୁଏ। ଭଗବାନଙ୍କୁ ନିଜର ପ୍ରୀତିବିଧାନ ନିମନ୍ତେ ପୃଥିବୀରୁ ଦୁହିଁ ଆଣି ନିଜ ଅଣ୍ଟି ଭିତରେ ଏକାନ୍ତ ସ୍ଥାନୀୟ ଆଉ କ'ଣଟିଏ କରିବାକୁ ଯେଉଁମାନେ ଆଗ୍ରହ ପ୍ରକାଶ କରନ୍ତି, ଅବଶ୍ୟ ସେହି କାଟର ମନୁଷ୍ୟମାନେ ମୋଟେ ଏଭଳି କୌଣସି ପ୍ରଶ୍ନର ଅଡୁଆ ଭିତରେ ପଶିବାକୁ ଯିବେ ନାହିଁ। ପୁଣି ପଚାରିବାକୁ ମନ ହୁଏ, କେବଳ କୌଣସି ଅଚାନକ ଦୁର୍ବିପାକ ଆସି ପଡ଼ିବା ସମୟରେ ଥୋକେ ମଣିଷ ଏହି ମାଳିକାଗୁଡାକୁ କାହିଁକି ବଖାଣିବାକୁ ଆରମ୍ଭ କରିଦିଅନ୍ତି? ଯେଉଁ ଭଗବାନ ମଣିଷମାନଙ୍କୁ ବୁଦ୍ଧି ଦେଇଛନ୍ତି, ହୃଦୟଟିଏ ଦେଇଛନ୍ତି, ହାତଗୋଡ଼ ସହିତ ବାଟଟିଏ